ନିଜର ହେଇ ଗାଁରେ କେହି ନ ଥିଲେ। ବାପ ମା ହଇଜାରେ ଚାଲିଗଲେ। ଯମ ଦେବତା ଡରିଲେ, ଏ ଝିଅଟିର ସୌନ୍ଦର୍ଯ୍ୟ ତାଙ୍କ ମନକୁ ଚହଲାଇ ଦେଲା, ସେ ତାକୁ ନେଲେ ନାହିଁ। ନିଅନ୍ତେ ତ, ଏ ଦୁଃଖ ସମୁଦ୍ରରେ ନିଜକୁ ଭସାଇ ଦିଅନ୍ତା ସେ କିପରି? ପହିଲେ ପହିଲେ ପିଲାଦିନେ ଅନ୍ୟର ସେବା ସେ କଲା। କ୍ରମେ କ୍ରମେ ତାର ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ତା ନାମରେ ଘର ଖଣ୍ତେ ତୋଳା ହେଲା। କିଛି ଜମି ବାଡ଼ି ବି କିଣି ଦିଆଗଲା। ସେ ରହିଲା ସେହି ଧନିକଙ୍କର ଉପନାୟିକା ହୋଇ। ରହି ବଡ଼ ହନ୍ତସନ୍ତ ହେଲା ସେ। ଧନିକଙ୍କ ଅର୍ଦ୍ଧାଙ୍ଗିନୀ, ପୁଅ, ବୋହୁ, ବନ୍ଧୁ,ବାନ୍ଧବ-ସମସ୍ତଙ୍କଠାରୁ ସେ ଅତ୍ୟାଚାର ସହି ସହି ନିଜକୁ ପଥର କରିଦେଲା। ଅବଶେଷରେ ଧନିକ ବ୍ୟକ୍ତିଟି ଅକାଳମୃତ୍ୟୁ ବରଣ କଲା। ତାରି ନାମରେ ମକଦ୍ଦମା ମାଳକୁ ମାଳ ହେଲା। ନ ହୁଅନ୍ତା କିପରି? ପଇସା ପତ୍ର, ଘର,ବାଡ଼ି, ମୋହ ବା ଛାଡ଼ିଛି କାହାକୁ? ଏଇଠି ମୋତିର ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ହେବାକୁ ଲାଗିଲା। ଓକିଲ, ଟାଉଟର, ଧନିକ, ଗୁଣ୍ତା ଆଦି ସଭିଏ ମୋତିର ସହାୟତା କରିବାକୁ ଆସିଲେ। କଲେ ମଧ୍ୟ। ମୋତିର ମକଦ୍ଦମାରେ ହେଲା ବିଜୟ। ବିଜୟ ହେଲା ସିନା, ଯେଉଁମାନଙ୍କୁ ସେ ନିଜର ବୋଲି ମନେ କରୁଥିଲା, ସେମାନେ ହେଲେ ପର। ପର ଲୋକ ହେଲେ ଆପଣାର। ଯେଉଁମାନଙ୍କୁ ସେ ଘୃଣା କରୁଥିଲା, ଯେଉଁମାନଙ୍କଠାରୁ ସେ ଦୂରରେ ରହୁଥିଲା, ଅନିଚ୍ଛାସତ୍ତ୍ୱେ ଓ ସେମାନେ ପାଖେଇ ଆସିଲେ। ସମସ୍ତେ ସ୍ୱାର୍ଥନ୍ୱେଷୀ। ସୁନ୍ଦର ଫୁଲ ଦେଖି ଭ୍ରମରପଲ ମାଡ଼ି ଆସିଲା ପରି ମୋତିର ରୂପ ମହକ ମନ ଚହଲାଇ ଦେଇଥିଲା ଲୋକମାନଙ୍କର। ସେମାନେ ଆସିଲେ। ସେମାନଙ୍କର ପ୍ରାପ୍ୟ ସମୂଳ ସୁଧରେ ଆଦାୟ କରିନେଲେ। ଆଦାୟ ତ କଲେ, ଦେଲେ କଅଣ? ଆଉ ଗଲେ କୁଆଡ଼େ? ଦେଲେ ମାଧବୀକୁ, ଚାଲିଗଲେ ମୋତିର ରୂପ, ଯୌବନ ଆଦି ସବୁତକ ଚୁପୁଡ଼ି ଚାପୁଡ଼ି ଦେଇ, ଘରୁ ଫାଳେ ଭଡ଼ା ଦେଇ ଆଇ ଫାଳକରେ ରହି ସେ ବଡ଼ କଷ୍ଟରେ ଝିଅଟିକୁ ମଣିଷ ପରି ମଣିଷଟିଏ କରି ଗଢ଼ି ତୋଳିଲା। ମାଧବୀ ଚାକିରୀ କରିବା ପରେ ପରେ ମା ତାକୁ, ସରକାରୀ ଭବନକୁ ଚାଲି ଯିବାକୁ ପ୍ରବର୍ତ୍ତାଇଲା। କହିବାର କାରଣ ବି ଥିଲା। ଝିଅର ମାନ ସମ୍ଭ୍ରମ ଯେପରି ନଷ୍ଟ ନ ହୁଏ। ଜଣେ ପତିତାର କନ୍ୟା ବୋଲି ଶୁଣି ସେ ମୁହଁ ନ ଶୁଖାଉ। ମାତ୍ର ଶୁଣି ନ ଥିଲା ମାଧବୀ। ପଙ୍କ ଗାଡ଼ିଆରୁ ପଦ୍ମ ଜନ୍ମିଥିଲା। ନିଜର ଚରିତ୍ରବର୍ତ୍ତା ଓ ନିର୍ଭୀକତା ଗୁଣରେ ସେ ସମସ୍ତଙ୍କୁ ମୁଗ୍ଧ କରିଥିଲା। ମୁଗ୍ଧ କରିଥିଲା ସିନା ବହୁ ପୁରୁଷଙ୍କୁ; ମାତ୍ର କାହାରି ପାଖରେ ସେ ଧରା ଦେଇ ନ ଥିଲେ। ନିଜ ବିବାହିତା ସ୍ତ୍ରୀଙ୍କୁ ଛାଡ଼ି ଯେଉଁମାନେ ହସି ଖେଳି ମନ ମଉଜ କରିଆସନ୍ତି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ମାଧବୀ ଛାଡ଼ି ଦେଇଥାଏ। ପାଦ କାହାରି ଖସି ନ ଯାଉ-ଏଇଟାକୁ ସେ ପ୍ରାଣପାତ କରି ଜୋର ଜବରଦସ୍ତ ଭାବରେ ଏକ ସତର୍କ ପ୍ରହରୀ ପରି ଜଗି ରଖିଥାଏ। ବେଳେ ବେଳେ ମାଙ୍କଠାରୁ ତାଡ଼ନା ସହ୍ୟ କରେ। ହସି ହସି କହିଥାଏ-ମୋ ଗୋଡ଼ ଖସିବ ନାହିଁ ମ ବୋଉ। ଖାଲି ଗୀତ, କଥାବାର୍ତ୍ତା ଏତିକି। ମୋତିର ମନ ଚହଲିଉଠେ। ତାର ଅତୀତ ଜୀବନର ପୃଷ୍ଠା ଗୁଡ଼ିକ ସେ ଲେଉଟାଇ ବସେ। ଦିଅଁଙ୍କ ପାଖେ ସାତ ନେହୁରା ହୁଏ। ନିଜ ଝିଅଟିର ବିବାହ ସ୍ୱପ୍ନ ଦେଖେ। ଚମକି ପଡ଼େ, କିଏ ଅଜଣା ଅଶୁଣା ଅଜ୍ଞାତ କୁଳଶୀଳା କନ୍ୟାଟିକୁ ବାହା ହବ। କେତେ ଯୁବକ ଆସନ୍ତି। ମୋତି ତାଙ୍କୁ କହେ-ଚାଲ ଯିବା ତୁମ ମୁରବୀଙ୍କ ସହିତ ଆଲୋଚନା କରିବା। ସଭିଏ ଭାଗି ଯାଆନ୍ତି। ଭାଗି ନ ଯାଆନ୍ତି ଅବା କିପରି? ଜାଣୁ ଜାଣୁ କିଏ ସେ ବାପ ଅଜଣା ଝିଅକୁ ବାହାହେବେ! ଏଥିରେ ମୋତିର ମନ ମରିଯାଏ। ମନେ ମନେ କେତେ ସୁଖ ସ୍ୱପ୍ନ ଦେଖେ। ଝିଅ ବାହା ହେବ। ଘର ସଂସାର କରିବ। ନାତି ନାତୁଣୀଙ୍କ ମୁହଁ ଦେଖି ସାରା ଜୀବନର ଦୁଃଖ-ତାପ ଦୂର କରିବ ମୋତି।। ଦୂର ହେଲାନି ତାର ଦୁଃଖ। ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା। ଅଜଣା ବ୍ୟାଧି ଘଟି ଆସିଲା ମୋତିକୁ। ମାଧବୀର ଶତଚେଷ୍ଟା ଓ ପାଣିପରି ଅର୍ଥ ବ୍ୟୟରେ ବି କିଛି ପରିବର୍ତ୍ତନ ହେଲା ନାହିଁ।